ସରକାର ଦେଶର ମାଲିକ ନୁହେଁ, ସରକାର ହେଉଚି ଦେଶରୂପୀ ଗୃହର ଜଗୁଆଳୀ, ମାଲିକ ହେଉଛନ୍ତି ଦେଶର ଅଧିବାସୀମାନେ ଏବଂ ସେହିମାନଙ୍କର ମତ ମୁତାବକ ସରକାର ଗଢ଼ା ହେଉଥିବ ଏବଂ ଭଙ୍ଗା ହେଉଥିବ। ସେହି କଥାଟିକୁ ଦେଶର ସମସ୍ତେ ପୂର୍ଣ୍ଣ ତାତ୍ପର୍ଯ୍ୟର ସହିତ ଅନୁଭବ କରିନାହାନ୍ତି ବୋଲି ତ ଏହି ଦେଶରେ ସମ୍ପଦ ପୂରି ରହିଥିବା ସତ୍ତ୍ୱେ କୋଟି କୋଟି ମଣିଷ ବଞ୍ଚିତ ହୋଇ ରହିଛନ୍ତି। ଏପର୍ଯ୍ୟନ୍ତ ସତେଅବା ଅନୁଗ୍ରହ ପ୍ରଦର୍ଶନ କଲାପରି ଉପରୁ ହିଁ ଯାବତୀୟ ବ୍ୟବସ୍ଥା ହେଉଛି ଏବଂ ମଝିରେ ତସ୍କରମାନେ ତାହାକୁ ଲୁଟି ନେଉଛନ୍ତି। ଲୁଟିନେବା ପାଇଁ ଡାକୁମାନେ ଏକ ଆରେକ ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ଆମ ଦେଶରେ ସତେଅବା ତାହାକୁ ହିଁ ରାଜନୀତି ବୋଲି କୁହାଯାଉଛି। ସେହି ରାଜନୀତିରେ ତୁଚ୍ଛା ପଟି ମାରିନେବା ଲୋକମାନେ ହିଁ ନେତା ହୋଇଛନ୍ତି। ଦେଶଟାକୁ ଖୋଳି କରି ପକାଇଲେଣି। ଶିକ୍ଷା ମଣିଷମାନଙ୍କର ଭୟକୁ ଭାଙ୍ଗିଦେବ, ଶିକ୍ଷା ଜଡ଼ତାକୁ ଦୂର କରିବ, ସତେତନ କରାଇବ, ଆଖିଗୁଡ଼ିକୁ ଖୋଲିଦେଇ ପାରୁଥିବ। ଏବେ ଯେଉଁମାନେ ଦେଶଟାକୁ ଶାସନ କରୁଛନ୍ତି, ଦେଶ କହିଲେ ସେମାନେ କେବଳ ନିଜକୁ ହିଁ ବୁଝୁଛନ୍ତି, ଅଧିକ ମଣିଷ ଠକି ହୋଇ ଯାଉଛନ୍ତି। ଥୋକେ ମଣିଷ ସତେଅବା ଅନ୍ୟମାନଙ୍କୁ ତୁଚ୍ଛା ଠକିବା ନିମନ୍ତେ ହିଁ ପାଠ ପଢୁଥିଲେ। ସେମାନେ ଜୀଅନ୍ତା ମନୁଷ୍ୟମାନଙ୍କୁ ପ୍ରଧାନତଃ ଉପେକ୍ଷା କରି ହିଁ ଶିଖିଥିଲେ। ଅତ୍ୟନ୍ତ ନିର୍ମମ ହୋଇ ରୋହୁଥିଲେ, ଏବେ ମଧ୍ୟ ରହିଛନ୍ତି। ଏହାର ପ୍ରତିକାର ନିମନ୍ତେ ଏକଲବ୍ୟମାନେ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ଶିକ୍ଷା ପାଇବେ, ଏକ ଅନ୍ୟ ବ୍ରତରେ ଦୀକ୍ଷିତ ହେବେ, ଏସବୁର ପରିବର୍ତ୍ତନ ନିମନ୍ତେ ଏକାବେଳେକେ ତଳୁ ତିଆରି ହୋଇ ଆସିବେ। ଯେଉଁମାନେ ସେମାନଙ୍କୁ ସତକୁ ସତ ସାହାଯ୍ୟ କରିବେ, ସେମାନେ ଏଣିକି ଏହି ଦୃଷ୍ଟିରେ ଚିନ୍ତା କରନ୍ତୁ। ସେଇ ପୁରୁଣା ଧିସାରେ ହିସାବ, ଅକ୍ଷର ବା ଆଉସବୁ କଣ ଶିଖାଇ ସେମାନଙ୍କୁ ଚିରଦିନ ଗୋଲାମ କରି ରଖିବାରେ ବରାଦ ନକରନ୍ତୁ। ସେମାନେ ଯେପରି ସଳଖ ହୋଇ ଛିଡ଼ା ହୋଇ ପାରିବେ, ସଳଖ ଆଖିରେ ଅନାଇ ପାରିବେ, ଧୋବ ଲୁଗା ଦେଖି ବା ଇଂରାଜୀ କୋହୁଥିବା ଲୋକଙ୍କୁ ଦେଖି ଦବିଯିବେ ନାହିଁ, ସେମାନଙ୍କୁ ସେହି ଶିକ୍ଷାରେ ସଚେତନ କରି ଆଣନ୍ତୁ ଏବଂ ଯେତେବେଳେ ତଳେ ରହିଥିବା ଅଧିକଙ୍କର ଭୟ ଭାଙ୍ଗିଯିବ, ସେତେବେଳେ ଉପରର ଏହି ମାତ୍ର ଅଳପ କେତେଜଣଙ୍କର ଆଚରଣ ମଧ୍ୟ ଅଲବତ ବଦଳିବ। ଦେଶଟା ସତେଅବା ଗୋଟିଏ ପାଦ ପକାଇ ଆଗକୁ ଚାଲିବ ଏବଂ ଗୋଟିଏ ମୂଳଦୁଆ ଉପରେ ଗଢ଼ାହେବ। ଜଡ଼ ଭିତରେ ମଧ୍ୟ ଈଶ୍ୱର ରହିଛନ୍ତି ବୋଲି ଭାରତବର୍ଷର ଅଧ୍ୟାତ୍ମ କାଳେ କାଳେ ଘୋଷଣା କରିଆସିଛି। ତେଣୁ ଯେତେବେଳେ ଜଡ଼ବତ୍ ରହିବାକୁ ବାଧ୍ୟ ହୋଇ ଆସିଥିବା ମନୁଷ୍ୟମାନଙ୍କର ଚେତା ଆସିବ ଓ ସେମାନେ ନିଜ ଭିତରୁ ହିଁ ନିଜ ଶକ୍ତିର ସଙ୍କେତ ଲାଭ କରିବେ, ସେତେବେଳେ ଯାଇ ଦେଶର ଭାଗ୍ୟ ଫେରିବ, ମଣିଷମାନେ ଏକାଠି ନିର୍ଭୟ ହୋଇ ବାଟ ଚାଲିପାରିବେ। ଗାନ୍ଧୀଙ୍କ କଥା ରହିଲା ଭାରତୀୟ ଜାତୀୟ କଂଗ୍ରେସ ଯେ କେବଳ ଏକ କୌଶଳ ହିସାବରେ ଗାନ୍ଧୀଙ୍କୁ ଗ୍ରହଣ କରିଛି, ଗାନ୍ଧୀଙ୍କର ନେତୃତ୍ୱକୁ ନିଜ ଭିତର ବିଶ୍ୱାସର ସମର୍ଥନ ଦେଇ ଯେ ଆଦୌ ଗ୍ରହଣ କରିନାହିଁ, ଏକଥା ମହାତ୍ମା ଗାନ୍ଧୀ ଏକାବେଳେକେ ଶେଷ ଆଡ଼କୁ ଯାଇ ଜାଣିଲେ। ତାଙ୍କର ସକଳ ଅର୍ଥରେ ଏକ ମୋହଭଙ୍ଗ ହୋଇଥିଲା। ଭିତରେ ମଧ୍ୟ ସିଏ ଏହି ଘଟଣାଟିର ଆଘାତଟାକୁ ଅବଶ୍ୟ ଖୁବ୍ ଅନୁଭବ କରିଥିବେ। ସେହି ସମୟରେ ଗାନ୍ଧୀଙ୍କର ଏକାଧିକ ମନ୍ତବ୍ୟର ତାହା ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ। ସିଏତ ଶହେ କୋଡ଼ିଏ ବର୍ଷ ବଞ୍ଚିବେ ଏବଂ ପୃଥିବୀରେ ଅର୍ଥାତ୍ ଭାରତବର୍ଷରେ ଭର୍ ଭଗବାନଙ୍କର କାମ କରିବେ ବୋଲି ଆଗରୁ କେତେଥର କହିଥିଲେ। ମାତ୍ର ଏଣିକି ସିଏ ଆଉ